ପରୀ କନ୍ୟାର କାହାଣୀ ଏକ ଗାଆଁରେ ଥିଲା ଗୋଟିଏ ଲୋକ। ଭାରି ଗରିବ। ନାଁ ତାର ଭୋଳା। ମା ନାଁ ତାର ପାଟ। ତାର ବାପ ନାଁ କେହି ଜାଣନ୍ତିନି ତେଣୁ ସମସ୍ତେ ତାକୁ ପାଟ ପୁଅ ଭୋଳା ବୋଲି କୁହନ୍ତି। ମା ଏବେ ତାର ନାହିଁ। ଯେଉଁଠି ସିଏ ମରି ପୋଡ଼ା ହୋଇଥିଲା ସେଠି ଏବେ ଆଣ୍ଠିଏ ଉଞ୍ଚର ଘାସ। ସେ ଜାଗାଟା ସାଇପଡ଼ିଶା ମାଟି ସାଙ୍ଗରେ ବିଲକୁଲ୍ ସମାନ ହୋଇ ଯାଇଚି। ଖାଲି ଭୋଳାର ନାଁ ସାଙ୍ଗରେ ତା ନାଁ ଟା ଯୋଡ଼ି ହୋଇଥିବାରୁ ତାହା ସମସ୍ତଙ୍କ ତୁଣ୍ଡରେ ଫୁଟୁଚି, ଆଉ କାନରେ ଟିକେ ପଡ଼ୁଚି। ନହେଲେ ପାଟ ନାଁରେ ଆଉ କିଛି ନାହିଁ। 'ପାଟପୁଅ ଭୋଳା', ଏତିକି। ଭୋଳାକୁ ଯେତେବେଳେ ପନ୍ଦର ବରଷ, ସେତେବେଳେ ତା ମା' ପାଟ ବେମାରରେ ପଡ଼ି ମରିଗଲା। ଭୋଳାକୁ ଏବେ କୋଡ଼ିଏ ବର୍ଷ ହେଲାଣି। ଏହି ପାଞ୍ଚବର୍ଷ ଭିତରେ ଭୋଳା ଦିନେ ହେଲେ ମା'କୁ ଭୁଲି ପାରିନି। ଭାରି ଦୁଃଖ କଷ୍ଟ ସହି ପାଟ ଭୋଳାକୁ ବଡ଼ ପିଲାଟିଏ କରିଥିଲା। ଭୋଳାର ସେ କଥାସବୁ ମନେ ଅଛି। ଦିନଯାକ ଖଟଣିରୁ ଫେରି କୁଡ଼ିଆ ଭିତରେ ରାତିରେ ଶୋଇ ଶୋଇ ଭୋଳା ଅନେକ ବେଳଯାଏ ମା କଥା ଭାବେ। ଭାବି ଭାବି ପୁଣି ପଦାକୁ ଉଠିଆସେ, ସେତେବେଳେ କଳା ଘୁମର ଆକାଶରେ ତରାସବୁ ହୀରାଖଣ୍ଡ ଭଳି ଜଳଜଳ ହଉଥାନ୍ତି-। ଭୋଳା ସେଇ ଆକାଶକୁ ଅନେଇ ତରାଗୁଡ଼ାକୁ ନିଘା କରି ଅନାଏ। ସମସ୍ତେ କୁହନ୍ତି ତରା ସବୁ ମଲା ମଣିଷଙ୍କ ଆଖି। ତେଣୁ ସେ ତାରାଗୁଡ଼ାଙ୍କୁ ନିରିଖି କରି ଦେଖେ, କୋଉ ତରା ତା ମାର ଆଖିର ତିଆରି? ଦିନେ ନୁହେଁ, ଦି'ଦିନ ନୁହେଁ, ମାସେ ନୁହେଁ କି ପକ୍ଷେ ନୁହେଁ। ମାସ ମାସ ବର୍ଷ ବର୍ଷ ଧରି ମାର ଆଖି ଖୋଜି ଖୋଜି ସେଇ ତରାଗୁଡ଼ାକୁ ଭୋଳା କେତେ ଅନେଇଚି! ହେଲେ କିଛି ଠିକଣା କରି ପାରେନା। ଦିନେ ଦିନେ ଶେଷକୁ ତାର ମନେ ହୁଏ ମୁଁ ଯଦି ମା ଆଖିକି ଦେଖି ବାଛି ନ ପାରୁଚି, ମା' ତ ମତେ ଦେଖୁଥିବ! ସେତ ସବୁଙ୍କ ଉପରେ ସରଗପୁରେ ଅଛି। ସେଇଠୁ ପାଟି କରି ଡାକ ଛାଡ଼େ, 'ମା' ମୁଁ କେତେ ଦୁଃଖ ପାଉଚି ତୁ କଣ ଦେଖୁନୁ? ସକାଳୁ ଖରା ଦେଖି ଯାଉଚି ଯେ ସଞ୍ଜକୁ ତରା ଦେଖି ଫେରୁଚି। ଖଟି ଖଟି ଯୋଉ ଦି' ପଇସା ଆଣୁଚି ସେଥିରେ ମୁଠାଏ ଫୁଟେଇ କେହି ମୋ ଆଗରେ ଥୋଇବାକୁ ନାଇଁ। ' ଏମିତି କେତେ କଣ କହିଯାଏ, ବେଳେବେଳେ ଭୋ ଭୋ ହୋଇ କାନ୍ଦି ପକାଏ। କିନ୍ତୁ କିଛି ହୁଏନା। ତାରାଗୁଡ଼ାକ ସେମିତି ଜଳଜଳ କରି ଅନେଇ ରହନ୍ତି। ଭୋଳା ତା ମା ପାଟର ଆଖି ଯୋଡ଼ାକୁ ଆଉ ଖୋଜି ଖୋଜି ପାଏନା। କଳା ଘୁମର ଆକାଶ ତଳେ ନିଶା ଗରଜି ଗରଜି ମରେ। ଏମିତି ଅନେକ ଦିନ ବିତିଗଲା। ଦିନେ କାମରୁ ଫେରୁ ଫେରୁ ଭୋଳାର ଭାରି ଡେରି ହେଇଗଲା। ଭେକରେ ପେଟ ଆଉଟୁ ପାଉଟୁ ହେଇଗଲାଣି। କୁଡ଼ିଆ ଭିତରେ ଭାତ ହାଣ୍ଡିରେ ଆଉ କିଛି ନ ଥିଲେ ବି ମୁନ୍ଦାଏ ତୋରାଣି ଥିବ। ଘରେ। ପହଞ୍ଚି ସେତେକ ସେ ଆଗ ପିଇ ଦବ ବୋଲି ବାଟଯାକ ପାଞ୍ଚି ପାଞ୍ଚି ଆସୁଥାଏ। ଘରେ ପହଞ୍ଚିବାକୁ ଆଉ ଅଳ୍ପ ବାଟ ଅଛି ସେ ଦେଖିଲା ତା କୁଡ଼ିଆ ଭିତରେ